ପୂର୍ବ ପରି କନେଷ୍ଟବଳମାନେ ସେହି ଫାଙ୍କ ଦେହରେ ଶାବଳରେ ପ୍ରହାର କରି ଚାଲିଥିଲେ। ସେମାନଙ୍କର ପରିଧେୟ ପ୍ରଚୁର ଝାଳରେ ଭିଜି ଯାଇଥିଲା। ସେମାନଙ୍କୁ ସେଥିରୁ ନିବୃତ୍ତ ହେବା ପାଇଁ ନିର୍ଦ୍ଦେଶ ଦେଇ ଏସ୍. ପି. ସାହେବ ସେହି ସ୍ଥାନରେ ବସିପଡ଼ିଲେ। ତାଙ୍କର ଦୃଷ୍ଟି ଲାଗି ରହିଥିଲା, ଯେଉଁ ସ୍ଥାନରେ ସେମାନେ ଶାବଳ ପ୍ରହାର କରୁଥିଲେ। ଦେଖନ୍ତୁ ସାର, ଶାବଳର ପ୍ରହାର ଫଳରେ ଲୁହା ପ୍ଲେଟ୍ ଉପରେ ଲଗାଯାଇଥିବା କଲରିଂଗୁଡ଼ିକ କିମିତି ଛାଡ଼ିଯାଇ ପରିଷ୍କାର ଭାବେର ପ୍ଲେଟଟି ଜଣାପଡ଼ୁଛି। ଆଗ୍ରହାତିଶଯ୍ୟରେ ଶତ୍ରୁଜିତ କହିଉଠିଲେ। ଏସ୍. ପି. ଙ୍କ ଦେହରେ ଯେମିତି ତାରୁଣ୍ୟରେ ପ୍ରବାହ ଖେଳି ଯାଉଥିଲା। ସେ ଉତ୍ସାହିତ ହୋଇ କହିଲେ-ନିଶ୍ଚୟ ସେମାନେ ଏହି ଭୂଗର୍ଭରେ ନିର୍ମିତ କୌଣସି କକ୍ଷରେ ଆଶ୍ରୟ ନେଇଛନ୍ତି; ଅଥବା ସେମାନଙ୍କର ଗୁପ୍ତ ଆଡ୍ଡାକୁ ଏହି ବାଟେ ନିଶ୍ଟୟ ଯୋଗସୂତ୍ର ରହିଛି। ପୁଣି ସେ ହାତଘଣ୍ଟାକୁ ଅନାଇ ଚଞ୍ଚଳ ହୋଇଉଠିଲେ। ଆଃ, ଏଇଟା ଯଦି ମୁକୁଳି ଯାଇ ଥାଆନ୍ତା। ବାହାରେ ପୁଣି ଗୋଟାଏ ଗାଡ଼ି ରହିବା ଶବ୍ଦରେ ତାଙ୍କ ମୁଖରେ ଆନନ୍ଦର ବନ୍ୟା ଖେଳିଗଲା। ସେ ଚିତ୍କାର କରି କହିଲେ-ଯେତେ ଶୀଘ୍ର ପାର ସୈତାନମାନଙ୍କର ଏହି ପ୍ରବେଶ ଦ୍ୱାର ଭାଙ୍ଗି ଛିନ୍ନଛତ୍ର କରିଦିଅ। ଓଃ, କି ସାଙ୍ଘାତିକ କୌଶଳୀ ଏମାନେ। ଦୀର୍ଘ ସମୟ ଅକ୍ଳାନ୍ତ ପରିଶ୍ରମ ପରେ ଲୌହ ଦ୍ୱାରଟି ଖୋଲିଗଲା ଛ' ଇଞ୍ଚ ଓସାରର ଏହି ଲୁହା ଚଦର ଗୋଟିଏ ପାର୍ଶ୍ୱରେ କବଜା ଦ୍ୱାରା ଫିଟ୍ କରାଯାଇଥିଲା। ଆଉ ଅନ୍ୟ ପାର୍ଶ୍ୱଟି ଏକ ଶକ୍ତ ଲୌହ କିଳକ ଦ୍ୱାରା ବନ୍ଦ କରାଯାଇଥିଲା। ସେହି ଶକ୍ତ ଲୌହ କିଳକଟିର ଅପସାରଣ ଯେ ବୈଦ୍ୟୁତିକ ଉପାୟରେ ହେଉଥିଲା, ତାହାର ପ୍ରମାଣ ଥିଲା କେତେଗୁଡ଼ିଏ ଇନସୁଲେଟେଡ୍ ଓୟାର୍। କିନ୍ତୁ ସେଗୁଡ଼ିକ ସବୁ ବିଚ୍ଛିନ୍ନ ହୋଇଥିଲା। ତିନି ଫୁଟ୍ ପରିଧି ଭିତରେ ପାହାଚଶ୍ରେଣୀ ତଳକୁ ଲମ୍ବି ଯାଇଥିଲା। ଭିତରେ ପ୍ରଗାଢ଼ ଅନ୍ଧକାର। ନିଜର ଉତ୍ସାହ ଦମନ କରି ନ ପାରି ଶତ୍ରୁଜିତଙ୍କ ସହ ଏସ୍. ପି. ସେହି ସୋପାନଶ୍ରେଣୀ ଅତିକ୍ରମ କରୁଥିଲେ। ଭିତରକୁ ରାସ୍ତାର ଓସାର ଏତେ ସଂକୀର୍ଣ୍ଣ ହୋଇଥିଲା ଯେ, ଜଣେ ଲୋକ ମଝିରୁ ଇଚ୍ଛା କରି ଫେରିବାର ଉପାୟ ନ ଥିଲା। ଦଶଟି ପାହାଚ ଅତିକ୍ରମ କଲା ପରେ ଖଣ୍ଡିଏ ଶାଢ଼ି ପଡ଼ିଥିବାର ଶତ୍ରୁଜିତଙ୍କର ଦୃଷ୍ଟି ଗୋଚର ହେଲା। ସେ ଉତ୍ସାହିତ ହୋଇ ସେଇଟିକୁ ଉଠାଇ ନେଲେ। ଡିପ୍-ବ୍ଲୁ ଟେରେଲିନ୍ ଶାଢ଼ି-ଯାହାର ଅଞ୍ଚଳର କିୟଦଂଶ ଛିଡ଼ା ଯାଇଥିଲା। ଶତ୍ରୁଜିତଙ୍କର ମନେହେଲା, ସେହି ରାମଣୀଟି ଚାଲି ଆସୁ ଆସୁ ଅପ୍ରତ୍ୟାଶିତ ଭାବରେ ଶାଢ଼ିଟି ଲାଗି ରହିବା ଦ୍ୱାରା ନିରୁପାୟ ହୋଇ ତାକୁ ପରିତ୍ୟାଗ କରି ଚାଲିଯାଇଛି। ଆଉ ପ୍ରବେଶ ପଥର ସେହି ରୁଦ୍ଧ ଦ୍ୱାରଟି ଖୋଲିଯିବା ଦ୍ୱାରା ତାହା ତଳକୁ ଖସି ଆସିଛି। ସେହି ଶାଢ଼ିଟିକୁ ହାତରେ ଧରି ଶତ୍ରୁଜିତ ଯେତେବେଳେ ଆଉ ଦୁଇଟି ପାହାଚ ଆଗେଇ ଗଲେ, ତାଙ୍କର ମନେହେଲା, ସେ କ୍ରମଶଃ ଉପରକୁ ଉଠୁଛନ୍ତି। ଆଉ ପୂର୍ବ ଅପେକ୍ଷା ପାହାଚର ପରିଧି ବଢ଼ି ବଢ଼ି ଆସୁଛି। ଟର୍ଚ୍ଚ ଆଲୋକର ଉଜ୍ଜ୍ୱଳତାରେ ସେ ପରିଷ୍କାର ଜାଣିପାରିଲେ ସେଠାରେ ପୁଣି ଗୋଟିଏ ଲୌହ ଚଦର କିଳକ ସାହାଯ୍ୟରେ ବନ୍ଦ କରାଯାଇଛି। ତାଙ୍କର ବାମ ଆଉ ଡାହାଣ ଉଭୟ ପାର୍ଶ୍ୱକୁ ସେ ଭଲ ଭାବରେ ନିରୀକ୍ଷଣ କରି ଜାଣିପାରିଲେ ଯେ, ସେହି ଦ୍ୱାର ସହିତ ବୈଦ୍ୟୁତିକ ତାରର ସମ୍ପର୍କ ରହିଛି। ଉପରକୁ ଆଉ ମାତ୍ର ପାଞ୍ଚଟି ପାହାଚ। ଶତ୍ରୁଜିତ ସେଇଠି ଅଟକିଲେ। କେମିତି ଏକ ଅଜଣା ଆଶଙ୍କାରେ ତାଙ୍କ ମନ